ମୁହଁ ତାଙ୍କର ହସୁଥିଲା। ଆଖିରେ ପଲକ ପଡ଼ୁନଥିଲା। ଅବୁଝା ଶିଶୁର ଆନନ୍ଦ ନେଇ ନିଜକୁ ନିଜେ ଲୁଟାଇ ଦେଇଥିଲେ। କେତେ ଲୋକ ଚିକିଲା ଦେଖୁନାହାନ୍ତି? କେତେ ଲୋକ ମନ ଆନନ୍ଦରେ ମର୍ତ୍ତ୍ୟଲୋକର-ଇନ୍ଦ୍ରଭୁବନକୁ ଉପଭୋଗ କରୁନାହାନ୍ତି? କିନ୍ତୁ ସେ ସରାଗ କାହିଁ? ସେ ପ୍ରାଣ କାହିଁ-? ନିଜକୁ ହଜାଇ ଦେବାର ନିଃସ୍ୱାର୍ଥପରତା ସମସ୍ତଙ୍କ ପାଖରେ ଦେଖାଯାଏ ନାହିଁ-। କାରଣ ସେମାନେ ସଂସାରୀ। ଲାଭ କ୍ଷତିର ପରିମାଣକୁ ଅଲଗା ଅଲଗା ରଖି ଓଜନ କରନ୍ତି-। କ୍ଷତି ପାଖଟା ଟିକିଏ ଖସି ପଡ଼ିଲେ ଧରାଛୁଆଁ ଦିଅନ୍ତି ନାହିଁ। ଚିଲିକା ନିତି ସଂଜବେଳେ କାଳିଜାଈ ପାଖରେ। ଅଳିକରେ। ମୁଣ୍ଡ କଚାଡ଼ି କହେ, ରାଧାନାଥଙ୍କୁ ଫେରାଇ ଦିଅ। ଛୋଟ ପିଲାଟିଏ ହୋଇ ସେ ଫେରି ଆସନ୍ତୁ। ମୋ ବୁକୁରେ ତାଙ୍କୁ କ୍ଷଣକ ସକାଶେ ଲତାଇ ନେଇ କହିବି, 'ତୁମେହିଁ ମୋର ପୂଜନୀୟ! ତୁମ ଗୁଣ କେମିତି ଶୁଝିବି କହିଲ? ' କାଳିଜାଈ, ଚିଲିକାର ପ୍ରାର୍ଥନା ଶୁଣୁ ଶୁଣୁ ଆତ୍ମବିସ୍ମୃତ ହୋଇଉଠେ। ହୁଏତ ତାର ମନେପଡ଼େ ଓଡ଼ିଶାର ଆଉ ଜଣେ ସ୍ୱନାମଧନ୍ୟ କବି ଗୋଦାବରୀଶଙ୍କ କଥା। ବହୁତ ଦିନର କଥା ନୁହେଁ। ବାଣପୁରରେ ଆହୁରି ତାଙ୍କର ନିତ୍ୟବ୍ୟବହାର୍ଯ୍ୟ ପୋଷାକ ପତ୍ର ଥିବ। ତହିଁରୁ ତାଙ୍କ ଦେହର ଝାଳ ଗନ୍ଧ ମରି ନଥିବ। ଓଡ଼ିଶାର ରାସ୍ତାଘାଟରୁ ତାଙ୍କର ପାଦଚିହ୍ନ ଲିଭି ନ ଥିବ। ତଥାପି ସେ ଆଉ ନାହାନ୍ତି। ସମଗ୍ର ଓଡ଼ିଆ ଜାତିକୁ କନ୍ଦେଇ ଦେଇ ଚାଲିଗଲେ। ଓଡ଼ିଶା ମାଟିକୁ ନିଆଶ୍ରୀ କରି ଚାଲିଗଲେ, ସେ ବି ଆଉ ଫେରି ଆସିବାର ସୁଯୋଗ ନାହିଁ। ଆଃ, ସେ ବି ଯଦି ରାଧାନାଥଙ୍କ ସଙ୍ଗରେ ଛୋଟ ଶିଶୁଟିଏ ହୋଇ ଫେରି ଆସି ପାରନ୍ତେ? ଛୋଟ କାଳିଜାଈ କବିତାକୁ ପରିବର୍ଦ୍ଧନ କରି ମହାକାବ୍ୟର ରୂପ ଦିଅନ୍ତେ!! ଅବୁଝା ମୃତ୍ୟୁ ସବୁଦିନ ଅଝଟିଆ। ମଣିଷ ମନର ଦୁଃଖ ସୁଖକୁ ଯଦି ଅଧ୍ୟୟନ କରିପାରିବାର କ୍ଷମତା ପାଇଥାନ୍ତା, ତେବେ ଏତେବଡ଼ ଅଘଟନ କରିବାକୁ ନିଜର ଅମର୍ଯ୍ୟାଦା ମନେ କରନ୍ତା। ତାର ସମାଲୋଚନା ଶୁଣି ସେ ନିଜେ ଚମକି ଉଠନ୍ତା। ଅଶୋକ ପାତ୍ର ଇଂଜିନ ଶବ୍ଦରେ ଚମକି ଉଠି ଚାହିଁଲା, କୃଷ୍ଣପ୍ରସାଦର ରିଙ୍ଗ୍ବନ୍ଧ ଦିଶୁଛି। ଧର୍ମଶାଳାରେ ଦୁଇଟି ଶଗଡ଼ିଆ ଅପେକ୍ଷା କରୁ କରୁ ଚମ୍ପୂ ଗାଉଛନ୍ତି। ବହୁ ଦୂରରେ ରହିଗଲା ବାଲୁଗାଁ। ବାଲୁଗାଁର ନଡ଼ିଆ ବଣ ଆଖିରେ ପଡ଼ୁନାହିଁ। ଯେଉଁ ବରଗଛର ସିମେଣ୍ଟ ଚଟାଣ ଉପରେ ସନ୍ଧ୍ୟା ଆସରକୁ ଉପଭୋଗ କରିଥିଲା, ଚିଲିକାର ଫେନାୟିତ ତରଙ୍ଗ ଭିତରେ ସେ ଲୁଚିଗଲା। ଇଂଜିନ୍ଶବ୍ଦରେ ରିଙ୍ଗ ବନ୍ଧର କଥୋପକଥନରତ ହଂସ ଦଳକ ଉଡ଼ିଗଲେ। ସେମାନଙ୍କ ବିଶାଳ ପକ୍ଷର ସମାବେଶରେ ସୂର୍ଯ୍ୟର କିଛି ଅଂଶ ଘୋଡ଼ାଇ ହୋଇଗଲା। ହଂସ-ଦଳପତି ବେକ ଭାଙ୍ଗି ଅଶୋକ ପାତ୍ରକୁ ଚାହିଁଲା। ଆଖିରେ ତାର ଅଜସ୍ର ଅଭିଯୋଗ। ''ପାରିକୁଦ ଆମରି ଜନମମାଟି! ଆମେ ଏ ମାଟିର ଦାୟାଦ। କାହା ଆଦେଶରେ ଆମକୁ ଆସି ବ୍ୟସ୍ତ କଲ? '' 'ସାନ ଅଅଁଳା'ର ବଡ଼ ଝିଅଟିଏ ବନ୍ଧତଳର ପଙ୍କ ଚକଟି ମାଛ ଧରୁଥିଲା। ତା' ଉପରେ ଅଶୋକ ପାତ୍ରର ଆଖି ପଡ଼ିବା ମାତ୍ରକେ ସେ ଚମକିପଡ଼ି ତଳକୁ ମୁହଁ କଲା। ତା' ପରେ ଆଖି ଯୋଡ଼ିକ ମୁଦି ଦେଲା। ମୁଦିଲା ଆଖିର ଗାଢ଼କୃଷ୍ଣ ଭ୍ରୁଲତା ଦୁଇଟି ଆବେଗରେ ଥରି, ଥରି ଉଠୁଥିଲା। ସରୁଆ ନାକ ତଳର ଓସାରିଆ ଓଠ ଦି'ଫାଳକ କଣ କହିବି, କହିବି ହେଉଥିଲା। ତା' ଛାତିର କସ୍ତା ଶାଢ଼ି ଖଣ୍ଡକ ଚମତ୍କାର ମନାଉଥିଲା। କସ୍ତା ରଙ୍ଗର ସମ୍ୟକ୍ ପ୍ରତିଫଳନ ପଡ଼ିଥିଲା ଗୋଲିଆ ଗାଲର ଖାଲ ଚାରିପାଖେ।